ମାଇପିମାନେ କମଳ ବୁଣନ୍ତି, ଦର୍ଜିକାମ କରନ୍ତି, ହୋଟେଲରେ ପରିଷୁଣି ହୁଅନ୍ତି। କିଏ ଫଳ ତୋଳେ, ଚାହାପତ୍ର ଖୁଣ୍ଟେ, ପନିପରିବା ବିକେ–ଏପରି କିଏ କେତେ କାମ କରନ୍ତି। ଶୀତକାଳେ ଏମାନେ ରେଜେଇ ଭିତରେ ଗୁଡ଼େଇ ହୋଇ ରହିଥାଆନ୍ତି। ଏହି ଚାରି ମାସ ଏମାନଙ୍କ ଜୀବନରେ କଷ୍ଟ ଆସେ। ଖାଦ୍ୟ ଓ ପନିପରିବା ମହଜୁଦ କରି ରଖନ୍ତି। କ୍ଷେତବାଡ଼ିରେ କାମ ନ ଥାଏ–ରୋଗପାଇଁ ଔଷଧ ଜୁଟେନା। ଘରମାଲିକ ଜୁଲମ କରେ ଘରଭଡ଼ା ଲାଗି। ଚୈତ୍ର ମାସ ଆସିଲେ ଏମାନଙ୍କ ଦେହରେ ପାଣ ସଞ୍ଚାର ହୁଏ। ଯୁବତୀମାନେ ନାନା ବେଶଭୂଷା ପିନ୍ଧନ୍ତ–କିଏ କାନରେ ଦୁଲ ଖଞ୍ଜେ, ଆଖିରେ କଜଳ, ଓଠରେ ନାଲିବଧୂଲି ରଙ୍ଗ। ବିରହିଣୀମାନେ ଚାହିଁ ରହନ୍ତି ବିରହୀ ପ୍ରିୟର ଆଗମନକୁ। ଭାରତର ବିଭିନ୍ନ ସ୍ଥାନରେ ଏମାନଙ୍କର ସ୍ୱାମୀମାନେ ଚାକିରୀ କରି ବୁଲୁଥାଆନ୍ତି–କିଏବା ଦରୁଆନ୍, କିଏବା ପୁଲିସ। ଦାର୍ଲିଲିଂରେ ଅଧିକାଂଶ ଅଧିବାସର ନେପାଳୀ। ଇଡ଼େନ ପାର୍କରେ ଗୋଟିଏ ବେଞ୍ଚ ଉପରେ ବସି ମୁଁ ଚାହିଁଥିଲି ତଳ ଉପତ୍ୟକା ଆଡ଼କୁ-। ଆଗରୁ ଭାବୁଥିଲି ଏତେଗୁଡ଼ାଏ ଲୋକ କ'ଣ ଖାଇ ବଞ୍ଚନ୍ତି? କ'ଣ ଖାଲି କମଳା ରସରେ ଏମାନଙ୍କ ଚେହେରା ଏମିତି ଫାଟି ପଡ଼ୁଚି? ଦୂର ଦିଗ୍ବଳୟର ଉହାଡ଼ରୁ ଖେଳି ଖେଳି ଆସିଲା କ୍ଷୀଣ ସୂର୍ଯ୍ୟରଶ୍ମୀ। ଉପତ୍ୟକାଟି ହସି ଉଠିଲା କ୍ଷଣକରେ; ଉପତ୍ୟକାର ତଳେ ଦେଖିଲି ମଣିଷ ଚାଲିଛନ୍ତି ଧାଡ଼ିକି ଧାଡ଼ି। ପିମ୍ପୁଡ଼ି ଜନ୍ଦାଠାରୁ ମଧ୍ୟ ଛୋଟ ଦେଖଯାଉଛନ୍ତି। ଉପତ୍ୟକାରେ ଏମାନେ ଶସ୍ୟ ଫଳାନ୍ତି। ବହୁ ଫସଲ ଆମଦାନୀ ହୁଏ–ଗହମ, ଯଅ, ମୂଳା, ଆଳୁ ପ୍ରଭୃତି ଅନେକ ପ୍ରକାରର ଶାକ୍ସବ୍ଜି। ଲୁହା ଦଉଡ଼ି ସାହାଯ୍ୟରେ ଅଧିକାଂଶ ପାହାଡ଼ ଉପରକୁ ବୁହାହୋଇ ଆସେ। ଅନେକ ଜିନିଷ ପିଠିରେ ବୋଝେଇ ହୋଇ ଆସେ। ଘରର ଆବାଳବୃଦ୍ଧବନିତା ଲାଗି ପଡ଼ନ୍ତି ଏଇ ଫସଲ ଆମଦାନୀରେ। ''ଏଇ ତ ଲେମ୍ୱୁ ବାସନ'' ହରିସିଂର ଭଣଜା ଆଙ୍ଗୁଠି ନିର୍ଦ୍ଦେଶ କରି କହି ଉଠିଲା। ଗୁଡ଼ାଏ ଲୋଭନୀୟ ଫଳ–ଛୋଟ ଛୋଟ କସି କମଳା ସାଙ୍ଗକୁ ପାଚିଲା କମଳା। ଏଠାକାର ଭୁଟିଆ ଝିଅଙ୍କର ଦୁଇଗାଲ ପରି ରକ୍ତର ଛାପ ପଡ଼ିଚି ଏହି କମଳା ଦେହରେ। ଶୁଖିଲେ କଣ୍ଠରେ କିଛିଟା ଫଳରସ ନ ପଡ଼ିଲେ ଏଠି ଜୀବନ ବ୍ୟର୍ଥ। କିନ୍ତୁ ଆଶା କରି କୌଣସି ଲାଭ ନାହିଁ। ଏହିସବୁ ରଙ୍ଗର ଫଳ ପଛରେ ରହିଛନ୍ତି ମହାଜନ ବଣିକ ଦଳର ଶୋଷଣ। ଫଳ ପଛକେ ପଚିସଢ଼ି ଯାଉ କିନ୍ତୁ ଅଳ୍ପ ଦାମରେ ବିକି ଏମାନେ ବଜାରକୁ ମାନ୍ଦା କରି ଦିଅନ୍ତିନି। ପାର୍କର ବିଭିନ୍ନ ଜାଗାରେ ପରୀକ୍ଷା ଚାଲିଚି। ଇଡ଼େନ ପାର୍କର ଅନ୍ୟ ନାମ ବୋଟାନିକାଲ ଗାର୍ଡ଼ନ। କଲିକତାରେ ବୋଟାକାଲ ଗାର୍ଡ଼ନ ଦେଖିଚି। ଖୁବ୍ ବଡ଼ କିନ୍ତୁ ସେଠି ଏତେ ଶାନ୍ତି ମିଳେନା। ବହୁ ଲୋକ ରୁଣ୍ଡ ହୁଅନ୍ତି। ସହରରେ ଯେପରି କୋଳାହଳ–ଏଇଠି ମଧ୍ୟ ସେହିପରି। ଗଛ ପତ୍ରର ଶୀରାପ୍ରଶିରା ଚେରମୂଳ ସହିତ ପରିଚିତ ହେବା ପାଇଁ ବୁଲୁଛନ୍ତୀ ଛାତ୍ରଦଳ। ସାଙ୍ଗରେ ପ୍ରଫେସର; ଶିକ୍ଷାଦାନ ଚାଲିଛି ସ୍ଥାନେ ସ୍ଥାନେ। ଖାତାରେ ଟିପା ଚାଲିଚି। ଏମାନେ ଶିକ୍ଷା ପାଇଁ ନୂଆ ନୂଆ ତଥ୍ୟ ଜାଣିବାକୁ ବ୍ୟାକୁଳ। ମୁଁ ନୂଆ ନୂଆ ଦୃଶ୍ୟ ଦେଖିବା ଲାଗି ବ୍ୟାକୁଳ। ସେମିତି ଧଇଁସଇଁ ହୋଇ ଉଠୁଚି ମୁଁ ଧୀରେ ଧୀରେ। ଆଗରେ ପଥ ନିର୍ଦ୍ଦେଶକ ମୋର ମାମୁଁ। ପାହାଡ଼ଚଢାର କାଇଦା ତାଙ୍କୁ ଜଣା। ଧୀରେ ଧୀରେ ଚଢ଼ିବାକୁ ପଡ଼ିବ। ପଛରେ ଦେଖିଲି କମଳା ବାଗନକୁ ଦେଖେଇଦେଇ ହରିସିଂର ଭଣଜା ଭାଣିଜୀ ଉଭୟେ ଛୁ କଲେଣି। ତାଙ୍କୁ ତ କାମର ବରାଦ ନ ଥିଲା, ସେମାନେ ଆସିଥିଲେ